କିନ୍ତୁ, ଆମେ ସେପରି କିଛି କରି ନ ଥିଲୁ। ଡିଭୋର୍ସ ବା ହତ୍ୟାପାଇଁ ପ୍ରବଳ ଇଚ୍ଛା ସତ୍ତ୍ୱେ ଆମେ ଯେ ତଥାପି କାହିଁକି ଏକାଠି, ସେଇ ଗୋଟିଏ ଘର ଭିତରେ, ସ୍ୱାମୀ ସ୍ତ୍ରୀ ପରି ଅନ୍ତତଃ ଛଳନା କରି ରହିବାକୁ ଚାହିଁଥିଲୁ ତାର କାରଣ ଆମକୁ ଅବଶ୍ୟ ଜଣାନଥିଲା। ଏଭଳି ପରିସ୍ଥିତିରେ ତନୁଜା ଓ ମୁଁ ଉଭୟଙ୍କର ସମ୍ମତି କ୍ରମେ ସେଇ ଭାବୀ ସନ୍ତାନଟିକୁ ଆମଠାରୁ ଦୂରେଇ ଦେବା ବ୍ୟତୀତ ସଂସାର ପ୍ରତି ଆଉ ଅଧିକ ମଙ୍ଗଳଦାୟକ କର୍ତ୍ତବ୍ୟ ଅବା ଆମେ ଆଉ କିଭଳି ଚିନ୍ତା କରି ପାରିଥାନ୍ତୁ। ତାହା ହିଁ ହେଲା। ଗର୍ଭପାତର ପରବର୍ତ୍ତୀ କେତୋଟି ମାସ ତନୁଜା ଏପରି ଅବସ୍ଥାରେ ସାଧାରଣ ମା ବା ସ୍ତ୍ରୀ ଲୋକମାନଙ୍କ ପରି ଅତ୍ୟନ୍ତ ବିଚଳିତ ଓ ମୁହ୍ୟମାଣ ହୋଇ ପଡ଼ିଲା। ତାକୁ ଯଥାସମ୍ଭବ ସାନ୍ତ୍ୱନା ଦେବାକୁ ଯାଇ ମୁ ମଧ୍ୟ ଗୋଟିଏ ସାଧାରଣ ବାପ ବା ପୁରୁଷ ପରି ବ୍ୟବହାର କାରିବାକୁ ଲାଗିଲି। କିନ୍ତୁ ସେ ପରିସ୍ଥିତି ଅତି ଶୀଘ୍ର ବଦଳି ଗଲା। ତନୁଜା ଓ ମୋ ଭିତରେ ପରସ୍ପର ପ୍ରତି ଯେଉଁ ଚୋର ଡିଟେକ୍ଟିଭର ଖେଳର ସୂତ୍ରପାତ ହୋଇ ଆମର ଏପରି ଦଶା ହୋଇଥିଲା ତାହା ହିଁ ବଳବତ୍ତର ରହିଲା। "ଦେଖ! " ଦିନେ ରାତିରେ ସେ ମୋତେ ହଠାତ୍ ଧମକେଇଲା ପରି କହିବାକୁ ଲାଗିଲା, "ମୁଁ ତମ ବିଷୟରେ ଯାହା ଜାଣେ ସବୁ ଟିପି ରଖିଚି ଗୋଟାଏ ଖାତାରେ। " ମୁଁ ବିରକ୍ତିବଶତଃ ଗୋଟାଏ ଶକ୍ତ ଚାପୁଡ଼ା କଷି ଦେବାପାଇଁ ହାତ ଉଠେଇଲି-ତନୁଜାର ଗାଲରେ। କିନ୍ତୁ ତାକୁ ଆଘାତ କରିବା ପରିବର୍ତ୍ତେ କଅଁଳେଇ କରି କହିଲି, "ଡୁ ଇଟ୍। ପ୍ଳିଜ୍। ତାର ପ୍ରତିକ୍ରିୟା ସ୍ୱରୂପ ତା ହାତ ପାହାନ୍ତାରେ ଥିବା କୌଣସି ଗୋଟାଏ ଓଜନିଆ ଜିନିଷ ସେ ଏତେ ଜୋରରେ ଆଉ ଏଭଳି ଅଚାନକ ଫୋପାଡ଼ିଦେଲା ମୋ ମୁଣ୍ଡ ଉପରକୁ ଯେ ସେ ମାଡ଼ରେ ମୋ ମୁଣ୍ଡ ଘୂରିଗଲା ଓ ମୁଁ ଅଚେତ ହୋଇ ପଡ଼ିଲି। ବୋଧହୁଏ ମୋର ସେଇ ଅଚେତନ ଅବସ୍ଥାରେ ମତେ ତା ହାତରେ ସଂପୂର୍ଣ୍ଣ ଏକାକୀ କରି ପାଇବାଥିଲା ତା ଜୀବନର ସେଇ ପ୍ରଥମ ସୁଯୋଗ ଓ ଚରମ ଦୁର୍ଯ୍ୟୋଗ ମଧ୍ୟ। କାରଣ ମତେ ସେଭଳି ଅବସ୍ଥାରେ ପାଇଯିବା ଦ୍ୱାରା ଅନେକ ବର୍ଷ ପରେ ମୋର ତା ପ୍ରତି ନିତ୍ୟପ୍ରବୃତ୍ତ ବର୍ତ୍ତମାନର ବିଚକ୍ଷଣ ଗୁପ୍ତଚର ଦୃଷ୍ଟିରୁ ଅବ୍ୟାହିତ ପାଇଥିଲା ସେ ପ୍ରଥମ କରି। ବୋଧହୁଏ ସେଇ ସୁଯୋଗବଶତଃ ସେ ସେଇ ସ୍ୱାଧୀନ ଓ ଅତୀବ ମୂଲ୍ୟବାନ ଏକାନ୍ତ ନିଜସ୍ୱ ଚିନ୍ତାଗୁଡ଼ିକୁ ଏକତ୍ର କରି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଡିସିସନ ନେବାକୁ ଯଥେଷ୍ଟ ସମୟ ପାଇ ଯାଇଥିଲା। ତା ଫଳରେ ପୃଷ୍ଠା ପରେ ପୃଷ୍ଠା ସେ ପ୍ରାୟ। ଦିସ୍ତାଏ କାଗଜରେ କଅଣ ସବୁ ଲେଖିଦେଇ ପାରିଥିଲା। ସେଇ କାଗଜଗୁଡ଼ିକୁ ଗୋଟିଏ ବିଡ଼ା କରି ବାନ୍ଧି ରଖି ଦେଉଥିଲା ସେ ମୋ ପାଖରେ ସେଇଠି ଯୋଉଠି ଅଚେତ ହୋଇ ପଡ଼ିରହିଥିଲି ମୁଁ ସେ ଦିନ ରାତିରେ-କେଜାଣି କେତେ ଘଣ୍ଟା। ପ୍ରାୟ ପାହାନ୍ତିଆ ଆଡ଼କୁ ମୋର ଚେତା ଫେରି ଆସିଥିଲା। ଦେହରେ ଥଣ୍ଡା ପବନ ବାଜିବାରୁ ହେଉ ବା ଅନ୍ୟ କେଉଁ କାରଣରୁ ହେଉ ମୋ ଦେହ ଅତ୍ୟଧିକ ଶୀତେଇ ଉଠିବା ଯୋଗୁ ଯେତେବେଳେ ମୁଁ ଉଠି ବସିଲି ଓ ଚାରିଆଡ଼କୁ ଚାହିଁଲି ସେତିକିବେଳେ ପ୍ରଥମ ମୋ ଆଖି ପଡ଼ିଲା ସେଇ କାଗଜ ବଣ୍ଡିଲ୍ଟି ଉପରେ। ତା ସହିତ ଟୁକୁରା କାଗଜ ଖଣ୍ଡ ମଧ୍ୟ ରହିଥିବା